ଏକାଠି ବସି ଚାଙ୍ଗ ପିଇଚନ୍ତି। ଦୁଇ ଥର ପାଇଁ ପାହାଡ଼ ଉପରକୁ ଉଠିଥିଲେ କିନ୍ତୁ ପ୍ରବଳ ତୁଷାର ଝଡ଼ ହେତୁ ସେମାନେ ଅଗ୍ରସର ହୋଇ ପାରିଲେ ନାହିଁ। ତା ପରେ ସେ ଜର୍ମାନୀ ଫେରିଯିବା କଥା; ସେ ଦିନର ବିଦାୟ ବେଳେ ତେନଜିଂଙ୍କ ଆଖି ଛଳ ଛଳ ହୋଇ ଉଠିଥିଲା। ବହୁ ବର୍ଷ ହୋଇଗଲାଣି। ଅନ୍ୟ ଜର୍ମାନ ଅଭିଯାତ୍ରୀମାନଙ୍କଠାରୁ ଷ୍ଟିଭେନ୍ସନ୍ଙ୍କ ମୃତ୍ୟୁ ସମ୍ୱାଦ ପାଇବା ଦିନଠୁ ମିସେସ୍ ଷ୍ଟିଭେନ୍ସନ୍ଙ୍କ ସହିତ ସାକ୍ଷାତ କରିବା ପାଇଁ ସେ ଉଦ୍ବିଗ୍ନ ହୋଇ ଉଠିଥିଲେ। ତାଙ୍କୁ ଆଉ ଜର୍ମାନୀ ଯିବାକୁ ପଡ଼ିନି। ମିସେସ୍ ଷ୍ଟିଭେନ୍ସନ୍ ନିଜେ ବୀର ପୁତ୍ରକୁ ସଂଭାଷଣ ଜଣାଇବାକୁ ଆସିଛନ୍ତି। ଖାଲି ଆନନ୍ଦ ଖୁସିରେ ଗପ ଚାଲିଲା। ଚାହା କପ ପରେ କପ। ସିଗାରେଟ୍। ମିସେସ୍ ଷ୍ଟିଭେନ୍ସନ୍ ନିମୋକୁ ଧରି ଘର ଭିତରକୁ ଗଲେ। ମୁଁ ରହିଲି ତେନଜିଂଙ୍କ ପାଖରେ ଏକାକୀ! ମୋର ଧାରଣା ଥିଲା ତେନଜିଂ ନିପଟ ମୂର୍ଖ। କିଛି ଜାଣନ୍ତି ନାହିଁ। ଅବଶ୍ୟ ନିରକ୍ଷର କିନ୍ତୁ ଅଶିକ୍ଷିତ, ମୂର୍ଖ ବୋଲି କହିବା ବିରାଟ ଭୁଲ ହେବ। ସେ ବହୁ ଭେଷା ଜାଣନ୍ତି। ଏପରିକି ଫରାସୀ, ଜର୍ମାନ, ଇଂରେଜ ବହୁ ବିଦେଶୀ ଭାଷା। ତା'ଛଡ଼ା ଭାରତୀୟ ଭାଷା ପାଞ୍ଚ ଛଅଟି କହି ପାରନ୍ତି। ସାମ୍ୱାଦିକ ମାତ୍ରେ ସ୍ୱଭାବତଃ ବହୁ ପ୍ରଶ୍ନ ପଚାରନ୍ତି। ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଚି। ଉତ୍ତର ସଙ୍ଗେ ସଙ୍ଗେ ପାଏ। କେତେବେଳେ ହିନ୍ଦ, କେତେବେଳେ ଇଂରେଜୀ ଓ କେତେବେଳେ ବଙ୍ଗଳାରେ। ତେନଜିଂ! ଫଟୋରେ ଦେଖିଚି, ସିନେମାରେ ଦେଖିଚି। ସେଇ ହସ ହସ ମୁହଁ। ବୟସ ଚାଳିଶରୁ ଅଧିକ। କିନ୍ତୁ ବଳିଷ୍ଠ ଯୁବକ ଭଳି ଚେହେରା। ଅନ୍ୟ ସେର୍ପାଙ୍କ ଭଳି ଚମଡ଼ା ଅଧିକ ଗୋରା ନୁହେଁ। ଭାରତୀୟଙ୍କ ଭଳି ସାଧାରଣ ଗୌରବର୍ଣ୍ଣ। ଦେହରେ ଲମ୍ୱା ହାଓ୍ୱାଇ ସାର୍ଟ-। ଫୁଲପ୍ୟାଣ୍ଟ। ସବୁ ଗରମ ପୋଷାକ। ଖଉବ୍ ଦାମିକା। ହାତରେ ବହୁ ମୂଲ୍ୟବାନ ଘଡ଼ି-। ଘଡ଼ିଟିରେ କିଛି ବିଶେଷତ୍ୱ ଥିଲାପରି ମନେ ହେଲା। ହୁଏତ ପାହାଡ଼ ଚଢ଼ାଳୀମାନଙ୍କ ପକ୍ଷରେ ଏହା ନିତାନ୍ତ ଆବଶ୍ୟକ। କିଏ ଜାଣିଥିଲା ମୋଚିର ପୁଅ ହିଟଲର ଏପରି ପ୍ରତାପଶାଳୀ ପରାକ୍ରମୀ ହୋଇ ଉଠିବ-? ସେହିପରି ତେନଜିଂ! ତେନଜିଂ ହୁଏତ ଆଜି ଗୈରିକବସନ ପରିହିତ ଲାମା ହୋଇ ବୌଦ୍ଧ ମନ୍ଦିରରେ ଧର୍ମଚକ୍ର ଘୂର୍ଣ୍ଣନରେ ବ୍ୟସ୍ତ ଥାଆନ୍ତେ ନଚେତ୍ ଚମରୀ ଗାଈ ଚରେଇ ତାଙ୍କ ଜୀବନଟି ଶେଷ ହୋଇ ଯାଇଥାଆନ୍ତା। ସାଲର ମେ ମାସର ଗୋଟିଏ ଦିନ। ଏକ ମନୋରମ ସକାଳେ ଯେତେବେଳେ ତେନଜିଂ ଓ ହିଲାରୀ ପୃଥିବୀର ସର୍ବୋଚ୍ଚ ଚୂଡ଼ାକୁ ଉଠିଲେ, ବିଜୟ ପତାକା ଉଡ଼ାଇ ଆସିଲେ, ସେଦିନ ପୃଥିବୀ ଏହି ଅଜ୍ଞାତ ଅଶିକ୍ଷିତ ଦରିଦ୍ର କୁଲି ସେର୍ପା ଯୁବକଟିର ପରିଚୟ ପାଇଲା। ଚଙ୍ଗୋଲଙ୍ଗମା ଗଣ୍ଡରେ ଚୁମ୍ୱନ ଦେଇ ଫେରିଲେ ତେନଜିଂ ବିଜୟ ଦର୍ପରେ। କିଏ କେତେ ନାଁ ଧରି ଡ଼ାକିଲେ; କିଏ କହିଲା ତେନସିଂ କିଏ କହିଲା ତେନ୍ଜିନ୍। ନାଁଟି ନେଇ ନାନା ଗୋଳମାଳ। ନାନା ବିଭ୍ରାନ୍ତି। ଏଇ ସେଇ ସେତଜିଂ। ଜୀବନର କିଛିଟା ଅଂଶ ଜାଣିବା ପାଇଁ ମୁଁ ବ୍ୟଗ୍ର। ମୋରି ଭଳି ବହୁ ସାମ୍ୱାଦିକ ତାଙ୍କୁ ତାଙ୍କ ଜୀବନୀ ପଚାରି ଯାଇଚନ୍ତି। ଟିକିଏ ବିରକ୍ତ ନାହିଁ। ସେ ସମସ୍ତଙ୍କ କହି ଯାଇଛନ୍ତି, ଟିପି ନେଇଛନ୍ତି ସମସ୍ତେ। ମୁଁ କାଗଜ କଲମ ଧରି ଚାହିଁ ରହିଚି ତାଙ୍କ ମୁହଁକୁ। ତେନଜିଂଙ୍କ ମନେପଡେ ପିଲାଦିନ କଥା। ମକାଲୁ ପାହାଡ଼ ତଳେ ତସା-ଚୁ ତାଙ୍କର ଜନ୍ମସ୍ଥାନ। ନେପାଳର ଶୋଲାଖମ୍ବୁ ଅନ୍ତର୍ଗତ ଏକ ଛୋଟ ଗାଁ। ଗୌରୀଶଙ୍କର ଏଇଠୁ ଦିନକର ବାଟ। ତସା–ଚୁ ଅର୍ଥ–ଉଷ୍ଣ ପ୍ରସ୍ରବଣ। ଏଇଠି ଗୋଟି ଗୁମ୍ପା ନାଁ ଘାଂ-ଲା। ବୌଦ୍ଧ ମାନଙ୍କର ପବିତ୍ର ସ୍ଥାନ। ଏହି ସ୍ଥାନଟି ନାଁ ଅନୁଯାୟୀ ତେନଜିଂଙ୍କର ବଂଶ ଉପାଧି। ଏହା ପାଖରେ ଗୋଟିଏ ବିରାଟ ପଥର–ଠିକ୍ ବୁଦ୍ଧ ମୂର୍ତ୍ତି ଭଳି। ଶୁଣାଯାଏ, କୌଣସି ପୁଣ୍ୟାତ୍ମ ଏହାକୁ ଛୁଇଁ ପ୍ରାର୍ଥନା କଲାମାତ୍ରେ ଏହି ପଥର ଦେହରୁ ପାଣି ଝରିଆସେ। ତାଙ୍କ ଜନ୍ମ ତାରିଖ ଜାଣିବା ମୁସ୍କିଲ। ଶୋଲାଖମ୍ୱୁରେ ତିବ୍ଦତୀ ପଞ୍ଜିକା ଅନୁଯାୟୀ ତିଥି ଗଣନା ହୁଏ। ଏହି ପାଞ୍ଜିରେ ବର୍ଷ ମେସ ଠିକ୍ କରାଯାଏ। ପାଶୁ ପକ୍ଷୀର ନାମ ଅନୁଯାୟୀ ବର୍ଷ ବାର ଗୁଡ଼ିକ ସ୍ଥିର ହୁଏ। ବାରଟି ମାସପ୍ରାୟ ସବୁ ପଶୁ ପକ୍ଷୀଙ୍କ ନାମାନୁଯାୟୀ। ଛଅଟି ବର୍ଷକୁ ପୁରୁଷ ମାସ–ଆଉ ଛଅଟି ସ୍ତ୍ରୀ ମାସ।